ତେବେ ଏ କାମ ପାଇଁ ମୁଁ ତୁମକୁ ବାଧ୍ୟ କରୁନାହିଁ। ତୁମେ ଯଦି ଇଚ୍ଛା କର, ମୋ ସହିତ ସେଠାକୁ ଯାଇପାରିବ। ଆଉ ସମସ୍ତ ବିବରଣୀ ଜାଣିସାରିବା ପରେ ଯଦି ସେହିସବୁ କାମ କରିବାକୁ ଇଚ୍ଛା ହୁଏ, ତା ହେଲେ ମୁଁ ତୁମକୁ ମୋ ମାରଫତରେ ଟଙ୍କା କରାଇ ଦେବି। ଯେଉଁ ଟଙ୍କା ବଳରେ ତୁମେ ନିଜର ଭାଇ, ଭଉଣୀମାନଙ୍କର ଭବିଷ୍ୟତ ପାଇଁ ଏକ ଯୋଜନା ଅନୁସାରେ ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ସେହି ନରରାକ୍ଷସ ସୁନୀତିର ଋଣ ପରିଶୋଧ କରିପାରିବ। କିନ୍ତୁ ଏଇଟା ମନେ ରଖିବ ସେମାନଙ୍କ ସର୍ତ୍ତରେ ରାଜି ହୋଇ ଟଙ୍କା ଆଣିସାରିବା ପରେ କୌଣସିମତେ ତମେ ବିଶ୍ୱାସଘାତକତା କରିପାରିବ ନାହିଁ। କାରଣ, ସେମାନଙ୍କର ସନ୍ଦେହୀ ଚକ୍ଷୁ ବରାବର ତମ ଉପରେ ଘୂରି ବୁଲୁଥିବ। ମୋର ଆଉ କହିବାକୁ କିଛି ନଥିଲା। ଭାଇମାନଙ୍କ ଭବିଷ୍ୟତ ପାଇଁ ମୁଁ ନିଜ ଜୀବନ ବିସର୍ଜନ ଦେବାକୁ ପ୍ରସ୍ତୁତ ଥିଲି। ତା ପରେ ସେଦିନ ସନ୍ଧ୍ୟାରେ ନିଜ ଗାଡ଼ିରେ ମୋତେ ବସାଇ ନୁରୁ ନେଇଗଲା 'ହାପି ଭିଲ୍ଲା'କୁ। ତାହା ଏକ ଆନ୍ତର୍ଜାତିକ ବନ୍ଧୁତ୍ୱ ସଂସ୍ଥା। ଅତି ଭଦ୍ର ଭାବରେ ସେମାନେ ମୋତେ ସ୍ୱାଗତ ଜଣାଇଥିଲେ। ମୁଁ ରାଜି ହେଲେ ମୋର କାମ କଣ, ଆଉ ମୋର ନିରାପତ୍ତାର ବ୍ୟବସ୍ଥା କିପରି, ସେମାନେ ମୋତେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଦେଇଥିଲେ। ଆହୁରି ମଧ୍ୟ କହିଥିଲେ, ଆମର ସଦସ୍ୟମାନଙ୍କ ନିକଟରୁ ତମେ ଯଦି କୌଣସି ଅସଦ୍ ଆଚରଣ ଲକ୍ଷ୍ୟ କର, ତା ହେଲେ ତମର ଅଭିଯୋଗ ଅନୁଯାୟୀ ସେମାନଙ୍କୁ କଠୋର ଦଣ୍ଡବିଧାନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଆଉ ତମେ ଯଦି କେବେ ବିଶ୍ୱାସଘାତକତା ନ କର, ତା ହେଲେ ଠିକ୍ ତିନି ବର୍ଷ ଏହା ଅଧୀନରେ କାର୍ଯ୍ୟ କଲାପରେ ତମେ ସ୍ୱାଧୀନ ହୋଇଯିବ। ଆଉ ପରେ ଯଦି ଇଚ୍ଛା କର, ତା ହେଲେ କାର୍ଯ୍ୟକାଳ ବଢ଼ାଇ ଦେଇପାରିବ କିନ୍ତୁ ସେତେବେଳେ ତମକୁ ବାଧ୍ୟ କରାଯିବ ନାହିଁ। ସେମାନଙ୍କ ପ୍ଲାନ୍ ମଧ୍ୟ ଚମତ୍କାର ଥିଲା। ଯେଉଁମାନେ ଅର୍ଥର ମୋହରେ ମଣିଷକୁ ମଣିଷ ପରି ଦେଖନ୍ତି ନାହିଁ, ଯେଉଁମାନଙ୍କ ପାଶବିକତାରେ ଶହ ଶହ ତରୁଣୀ ଭ୍ରଷ୍ଟା, କଳଙ୍କିତା ହୋଇ ପ୍ରତିଦିନ ତିଳ ତିଳ କରି ଜୀବନ ବିସର୍ଜନ କରନ୍ତି, ଆଉ ଯେଉଁମାନେ ପ୍ରକାଶ୍ୟ ଦିବାଲୋକରେ ଡକାୟତି କରି ସାଧୁ, ସନ୍ଥ, ଜନନେତା ବୋଲାନ୍ତି, ସେହିମାନଙ୍କୁ କବଳିତ କରିବା। ଅର୍ଥାତ୍ ନିଜର ମାୟାଜାଲ ତାଙ୍କ ଉପରେ ବିସ୍ତାର କରି ସେମାନଙ୍କୁ ଆଣି ଏହି ଦଳ ହାତରେ ସମର୍ପଣ କରିବା। ଅବଶ୍ୟ ସେମାନେ ବି ଏ କଥା କହିଥିଲେ, ସେମାନଙ୍କ ଶରୀର ବିନିମୟରେ ଏହି ସଂସ୍ଥା କୋଡ଼ିଏ ହଜାର ଟଙ୍କା ଲାଭ କରିବ। କେଉଁଭଳି ଭାବରେ ଏ ସଂସ୍ଥା ସେ ଟଙ୍କା ଲାଭ କରିବ, ଏ କଥା ଜାଣିବାକୁ କୌଣସି ସଦସ୍ୟା ଇଚ୍ଛା କରିବେ ନାହିଁ ବା ଏହି ଦଳର କଥା ଗୋପନରେ କାହାରି ଆଗରେ ପ୍ରକାଶ କଲେ ସେ ରକ୍ଷା ପାଇପାରିବେ ନାହିଁ। ପ୍ରକୃତରେ ମୁଁ ବି ସେତେବେଳେ ଏହି ସମାଜ ଉପରେ ଖଡ୍‌ଗହସ୍ତ ହୋଇପଡିଥିଲି। କାରଣ, ସୁନୀତି ମଜୁମଦାର ପରି ଅସଂଖ୍ୟ ନରପଶୁ କଲିକତାର ଗଳିକନ୍ଦିରେ ଯେ ଘୂରି ବୁଲୁଛନ୍ତି, ଏହା ମୁଁ ଜାଣିସାରିଥିଲି। ଆଉ ସେହିମାନଙ୍କୁ ସଂଗ୍ରହ କରି ଏହି ଦଳ ହାତରେ ଅର୍ପଣ କରି ମୁଁ ଯେ କୌଣସି ଅନ୍ୟାୟ କାର୍ଯ୍ୟ କରିବି, ଏହା ଭାବିନଥିଲି। ମୁଁ ସ୍ୱୀକୃତି ଦେଲି। ସେମାନେ ମୋ ଭାଇମାନଙ୍କର ଭବିଷ୍ୟତ ପାଇଁ ପ୍ରତ୍ୟେକଙ୍କ ନାମରେ ଦଶ ହଜାର କରି ଟଙ୍କା ବ୍ୟାଙ୍କରେ ଜମା ରଖିବାର ପ୍ରତିଶ୍ରୁତି ଦେଲେ। ଆଉ ଭଉଣୀମାନଙ୍କ ପାଇଁ ମଧ୍ୟ। ଆଉ ଦଶ ହଜାର ଟଙ୍କା ବର୍ତ୍ତମାନ